" ସେ ଜଣେ କନେଷ୍ଟବଳକୁ ଡାକି ପଚାରିଲେ। କନେଷ୍ଟବଳ କହିଲା, "ସେ ସ୍ତ୍ରୀଲୋକ ଏଠି ଢେର୍ ସମୟ ବସିଥିଲା, ଏବେ କିନ୍ତୁ ଚାଲିଗଲାଣି। " ଥାନାରେ ଆମର ଆଉ କିଛି କାମ ନ ଥିଲା। ଲୋକନାଥ ସହ ଦି ଚାରିପଦ କଥା ହେବାପରେ ମୁଁ ସ୍ଥିର କଲି ଜଣେ ଓକିଲଙ୍କୁ ଭେଟିବି। ଏସବୁ ମାମଲାରେ ଓକିଲଙ୍କ ବିନା ସହାୟତାରେ କିଛି କରାଯାଇପାରିବ ନାହିଁ। ସୁଭାଷ ବି ମୋ ସହ ଏକମତ ହେଲା। ଲୋକନାଥର ସ୍ତ୍ରୀକୁ ଏ ଖବର ଦେବୁ କି ଦେବୁ ନାହିଁ ସେ ସମ୍ପର୍କରେ ମୁଁ ହଠାତ୍ ନିଷ୍ପତ୍ତି ନେଇପାରୁ ନଥିଲି। ଯୌନ ଅତ୍ୟାଚାର, ବଳାତ୍କାର ଓ ଧର୍ଷଣ ପରି ଲଜ୍ଜାଜନକ ମାମଲାରେ କେହି ସଂଶ୍ଳିଷ୍ଟ ହୋଇପଡ଼ିଲେ ଆର୍ଥିକ କ୍ଷତି ଅପେକ୍ଷା ସାମାଜିକ ଅପନିନ୍ଦା ବଡ଼ ସମସ୍ୟା ହୋଇପଡ଼େ। ବିଚାରୀ! ଏ ଧରଣର ନିନ୍ଦାକୁ ବରଦାସ୍ତ କରିପାରିବେ କି ନାହିଁ କିଏ ଜାଣେ। ଶେଷକୁ ସ୍ଥିରହେଲା, ସୁଭାଷ ଯାଇ ତା ମାଆକୁ ଖବରଟା ଦେଇଦେଉ। ପ୍ରକୃତ ଘଟଣା ସହ ସେମାନେ ପରିଚିତ ହେବା ଦରକାର! ତାହା ନ ହେଲେ ପଛକୁ ସମସ୍ୟା ଜଟିଳ ହୋଇପଡ଼ିବ। ସିଏ ବି ଓଲଟା ଅଭିଯୋଗ କରିବେ। ସୁଭାଷକୁ ରାଜଧାନୀ ବସରେ ବସେଇ ଦେଇ ମୁଁ ଘରକୁ ଫେରିଆସିଲି। ରାତିସାରା ନିଦ ହେଉ ନଥାଏ। ବରାବର ଲୋକନାଥର ଚେହେରା ମୋ ଆଖି ଆଗରେ ଭାସି ଉଠୁଥାଏ। ପୋଲିସ୍, ହାଜତ ଓ କୋର୍ଟ କଚେରିକୁ ମୋର ଖୁବ୍ ଭୟ। ଏସବୁ ଜାଗାକୁ ଯିବା ଭଦ୍ରଲୋକମାନଙ୍କ ପକ୍ଷେ ସମ୍ମାନଜନକ ବୋଲି ମୋର ମନେହୁଏ ନାହିଁ। ଲୋକନାଥର ଦୁର୍ଦ୍ଦଶା ଚିନ୍ତା କରି ମୁଁ ବ୍ୟସ୍ତ ହୋଇପଡ଼ୁଥିଲି। ଗତକାଲି ସକାଳ ପର୍ଯ୍ୟନ୍ତ ସେ ଭଦ୍ରଲୋକ ଥିଲା। ତାର ପରିଚୟ ଓ ବ୍ୟକ୍ତିତ୍ୱରେ ସଂଭ୍ରମ ଓ ସମ୍ମାନ ଲାଗି ରହିଥିଲା। କିନ୍ତୁ ଆଜି ତା ପରିଚୟ ବଦଳି ଯାଇଚି। ବଣନିଆଁ ପରି ଏ ସମ୍ବାଦଟି ଛୋଟିଆ ସହରର ଚାରିଆଡ଼େ ଖେଳିଯାଇଛି। ସହଯୋଗୀ ଅଧ୍ୟାପକମାନେ ହିଁ ବେଶୀ ବେଶୀ ଏ କଥାର ଚର୍ଚ୍ଚା କରୁଛନ୍ତି। ଘଟଣାଟି ଶେଷ ପର୍ଯ୍ୟନ୍ତ କୋଉଠି ଯାଇ ପହଞ୍ଚିବ ମୁଁ ତାର କୂଳକିନାରା ପାଉ ନ ଥାଏ। ଏଭଳି ଘଟଣା ମୋ ଜୀବନରେ ପ୍ରଥମ। ଯଦି କଚେରିରେ ଲୋକନାଥ ନିଜକୁ ନିର୍ଦ୍ଦୋଷ ପ୍ରମାଣ କରି ନପାରେ ତାହାହେଲେ ତାକୁ ଜେଲ୍ ହୋଇଯିବ–ଏହି ଆଶଙ୍କାରେ ମୋ ହାତ ଓ ପାଦ ଝାଳେଇ ଯାଉଥାଏ। ଶ୍ରାବଣ ମଝାମଝି ହୋଇଥିଲେ ବି ବର୍ଷାର ନାଁ-ଗନ୍ଧ ନାହିଁ। ରାତିସାରା ଅସ୍ୱସ୍ତିକର ଗୁଳୁଗୁଳି। କୋଉଠି ଟିକେ ଗଛପତ୍ର ହଲୁନାହିଁ। ଯେତେ ଚେଷ୍ଟା କଲେ ନିଦ ଆସୁ ନାହିଁ। ପୋଲିସ୍ ଇନିସ୍ପେକ୍ଟରର କଥାଟା ବାରମ୍ବାର ମନେ ପଡ଼ିଯାଉଛି। ଲୋକନାଥ ସେଦିନ କାହିଁକି ଏତେ ଡେରିରେ ଅଫିସ୍ରୁ ଆସୁଥିଲେ ବୋଲି ସେ ପଚାରୁଥିଲେ। ତା'ଛଡ଼ା ଲୋକନାଥର ଘର କଲେଜ ପାଖାପାଖି ହୋଇଥିଲାବେଳେ ସେ ସିଧା ରାସ୍ତାରେ ନ ଆସି ବୁଲାଣି ବାଟ ଦେଇ ଘୂରି ଘୂରି ଆସୁଥିଲେ କାହିଁକି? ମୋ ପାଖରେ ଏହାର ସନ୍ତୋଷଜନକ ଉତ୍ତର ନ ଥିଲା। ଆଗରୁ କେତେଥର ମୁଁ ଲୋକନାଥକୁ କହିଛି, ସେ ଯାଇ ତା ସ୍ତ୍ରୀକୁ ନେଇ ଆସୁ। ଏଠି ଖାଇବା ପିଇବାରେ ବାପପୁଅଙ୍କର ଅସୁବିଧା ହେଉଛି। ତାଛଡ଼ା... ମୋ ସ୍ତ୍ରୀ କଥାଟାକୁ ଅନ୍ୟ ଦିଗରୁ ବିଚାର କରୁଥିଲା। ସେ କହୁଥିଲା ଯେ ନିଆଁ ନଥିଲେ କଦାପି ଧୂଆଁ ବାହାରେ ନାହିଁ। ପାଖରେ ସ୍ତ୍ରୀ ନଥିଲେ ପୁରୁଷ ପୁଅ ନିଶ୍ଚୟ ଆଉ କୋଉ ସ୍ତ୍ରୀଲୋକକୁ ଚାହିଁବ। ଏଥିରେ ନିଶ୍ଚୟ କିଛି ସତ୍ୟତା ଥିବ। ନହେଲେ ଗୋଟେ ସାଧାରଣ ସ୍ତ୍ରୀଲୋକ ଏଭଳି ଅଭିଯୋଗ ଆଣିବ କାହିଁକି? ତାର ତ ପୁଣି ନିନ୍ଦା ଓ ଲୋକଲଜ୍ଜାକୁ ଭୟ ଅଛି? ମୁଁ ଯେତେ ବୁଝେଇବାକୁ ଚେଷ୍ଟା କଲେ ବି ସେ ମୋ କଥା ଶୁଣୁ ନଥିଲା। ଏହି ମାମଲାରେ ସେ ପ୍ରଥମରୁ ସେଇ ଆଦିବାସୀ ସ୍ତ୍ରୀଲୋକଟିର ପକ୍ଷ ସମର୍ଥନ କରି ବସିଥିଲା। ମୋ ଆଖି ସାମ୍ନାରେ ଲୋକନାଥର ହସଖୁସିର ପରିବାର ନଷ୍ଟ ହୋଇଯାଉଥିବାର ଚିତ୍ର ନାଚିଯାଉଥିଲା। ତା ଯୋଗୁଁ ତା ସ୍ତ୍ରୀ, ତାର ପିଲା ଓ ସଂପର୍କୀୟମାନଙ୍କର ମୁଣ୍ଡ ତଳକୁ ହୋଇଯାଇଛି। ଲାଞ୍ଚ, ଚୋରି କି ଡକେଇତିଠାରୁ ଏଇ ଯୌନ ଅତ୍ୟାଚାର ଅଭିଯୋଗ ଅଧିକ ଲଜ୍ଜାଜନକ। ଏଥିରୁ ଲୋକନାଥ କିଭଳି ମୁକ୍ତି ପାଇବ କିଏ ଜାଣେ? ଗୋଟେ ବିପର୍ଯ୍ୟୟର ଆଶଙ୍କାରେ ମୁଁ ଶିହରି ଉଠୁଥିଲି। ଝରକା ସେପଟେ କଳାଜହ୍ନ। ରାତି ଢେର୍ ହେଲାଣି। ପବନ ଟିକେ ଥଣ୍ଡା ପଡ଼ିଆସିଲାଣି। ମୁଁ ଆଖିଯୋଡ଼ିକ ବୁଜିବାକୁ ଚେଷ୍ଟା କଲି।